ବେଳେ ବେଳେ ଦୁଧ ଠେକିଟାଏ ବା ଦହି ହାଣ୍ତିଟାଏ ଘେନି ଗାଁ ଭିତରେ ବୁଲି ଆସେ। କେବେ ମଧ୍ୟ ବାଡ଼ି ଖଣ୍ତିଏ ଧରି ବେହେରାକୁ ଖଲାସ କରିବାପାଇଁ ଗୋଠକୁ ଯାଏ। ବେହେରା ସବୁବେଳେ ପ୍ରାୟ ଚରା ବୁଲାରେ ଥିବାରୁ ଘରେ ବେହେରାଣୀ ମାଲିକ। ଦହି ଦୁଧ ଘିଅର ପଇସାତକ ସବୁ ତାହାରି ହାତପୈଠ ହୁଏ। ପୁଣ୍ୟ ପର୍ବ କି ନିମିତ୍ତ ପଡ଼ିଲେ ସମସ୍ତେ ଦିନେ ଦି' ଦିନ ଆଗରୁ ବେହେରାଣୀ ପିଛା ଧରନ୍ତି। ରାଣୀଙ୍କୁ ନ ପଚାରି ବେହେରାଏ କେଉଁଠି ଜବାବ ଦେବାକୁ ଭରସି ପାରନ୍ତି ନାହିଁ। ଏ ଗାଁଟାରେ ଚଷା ଘର ବହୁତ। ଗାଁ ସେମୁଣ୍ତରେ ଗୋଟିଏ ପତିତପାବନ ମନ୍ଦିର। ସଞ୍ଜବଳିତା ଲାଗିଲେ ଏଠାରେ ଗାଁବାଲାଙ୍କର ବୈଠକ ହୁଏ। ଗାଁର ନ୍ୟାୟ ନିଶାପ ପଡ଼େ। ନିତି ଅଧ୍ୟାୟେ ଭାଗବତ ବୋଲାଯାଏ, ଆଉ ଟିକିଏ ଟିକିଏ ଚରଣ-ତୁଳସୀ ମିଳେ। ଏହି ମନ୍ଦିର ଖଣ୍ତିକ ଗ୍ରାମର ବହୁତ କାମରେ ଆସେ। ଆଜିକାଲିକା ସଭ୍ୟ ଜଗତର ଚର୍ଚ୍ଚ କହ ଟାଉନ୍ହଲ୍ କହ ବା ଟାଉନ୍ଲାଇବ୍ରେରୀ କହ, ସବୁ ଏହି ଠାଆକରେ ଅଛି। ଦେଉଳର ସେବା ନିତି ବୁଝିବାପାଇଁ ଘରେ ଦି'ଘର ଦେଉଳିଆ ପଣ୍ତା ବି ଏଠାରେ ଚାଳି ବାନ୍ଧି ପଡ଼ିଛନ୍ତି। ବେଳେ ବେଳେ ପଣ୍ତାଏ ଧନ୍ଦାରେ ବାହାରିଗଲେ ପଣ୍ତିଆଣୀ ଦିଅଁଙ୍କ ସେବା ପୂଜା ଚଳାଇ ନିଅନ୍ତି। ଚଷା ସାହିର ପଛପଟକୁ ଚାରି ପାଞ୍ଚ ଘର ତନ୍ତୀ ଅଛନ୍ତି। ଏହିମାନଙ୍କ ଯୋଗେ ବେଳେ ବେଳେ ଲଙ୍କାରେ ହରି ଶବ୍ଦ ଶୁଣାଯାଏ। ଜଣାଯାଏ, ତାଙ୍କରି ଯୋଗେ ପତିତପାବନଙ୍କ ମନ୍ଦିରଟି ଏ ଗାଁରେ ଅଛି। ମଉଛବ ହେଲେ ଅବା ଗାଁରେ କିଛି ଗୋଳମାଳ ଲାଗିଲେ ଏମାନେ ଖୋଳ ଝାଞ୍ଜ ପିଟି ଖୁବ ନାମ ସଂକୀର୍ତ୍ତନ କରନ୍ତି। ତାଙ୍କଠୁଁ ଦେଖି ଏବେ ଚଷାଏ ମଧ୍ୟ ଖଞ୍ଜଣିମାଡ଼ କରି ଭଜନ ଗାଇଲେଣି। ଏ ଦୁଇ ଜାତି ଦୁହିଙ୍କ ପାଇଁ ବନ୍ଧା। ଚଷା କପା ଚାଷ କରି ଯାହା ହାତପୈଠ କରେ, ସେଥିରେ ତାର ଦାଣ୍ତ ଖରଚ ବେଶ ଚଳେ। ଚାଷୁଣୀ ପୁଣି ଦିନ ରାତି ଲାଗି ସୂତା କାଟି ତାହା ତନ୍ତୀ ଘରକୁ ଦିଏ। ତନ୍ତୀ ସେଥିରେ ବର୍ଷକ ଦରକାରମାଫିକେ ଗାମୁଛା, ଖଦି, ଚାଦର, ମାଠମାନ ବୁଣିଦେଇ ଚଷାକୁ ଭେଟାଏ। ଆଉ ତାହାଠାରୁ ଧାନ ଆଣି ବରଷକ ଚଳେ। ଏବେ ସେ ଚାଷ ଉଠିଯିବାକୁ ବସିବାରୁ ଦୁଇ ଜାତି କରଜଦାମ କରି ବଡ଼ ଦୁଃଖରେ ଚଳୁଛନ୍ତି। କେତେ ତନ୍ତିଘର ବି ଛିଡ଼ି ଗଲେଣି। ଏହିପରି କରି କେହି ଗାଁରୁ ବେଶି ବାହାରକୁ ଯାନ୍ତି ନାହିଁ। ଗାଁକଥାମାନ ଗାଁରେ ପ୍ରାୟ ଚଳିଯାଏ। କଳିଗୋଳ ହେଲେ ସେହି ଗାଁର ଜଣେ ପୁରୁଣା ମୁଖିଆ ଲୋକ ବସି ରାମାୟଣ ମହାଭାରତର କଥାମାନ ନଜୀର ଥୋଇ ଭାଗବତରୁ ପଦେ ଅଧେ ଉପଦେଶ ଦେଇ ସବୁ ନିଷ୍ପତ୍ତି କରିଦିଏ। କିଛି ତଣ୍ତ ପଡ଼ିଲେ ଠାକୁରଙ୍କ ଖରଚକୁ ଆସେ। ଠାକୁରଙ୍କ ନାଁରେ ଏଇଟା ହେଲା ଗାଁର କୋଠ ଜମା। ବୁଝି ବସିଲେ ଏଗୁଡ଼ିକ ଓକିଲ ମୁକ୍ତିଆରଙ୍କର ବଡ଼ ଶତ୍ରୁ। ସେମାନେ ଯେ ଏତେ ଟଙ୍କା ଉଡ଼ାଇ ଶଗଡ଼େ ଶଗଡ଼େ ବହି ପଢ଼ି ପାସ୍କଲେ, ଏମାନେ ଏପରି କଲେ ସେମାନେ ଆଉ କଣ କରିବେ! ସେ ଯାହାହେଉ ହରି ସ୍ୱାଇଁ ଏ ଗାଁ ଭିତରେ ଜଣେ ପୁରୁଣା ମାମଲତ୍କାର। ତାହାର କିଛି ଚାଷ ବାସ ଅଛି। ବରଷକ ଖରଚ ବେଶ୍ ଚଳେ। ଘରେ ଚାରି ପ୍ରାଣୀ। ପୁଅ ମାଇପଙ୍କୁ ଛାଡ଼ିଦେଲେ ଆଉ ଗୋଟିଏ ଚାକିରିଆ ଟୋକା। ଦାଣ୍ତ ଦୁଆରେ ଦି'ଚାରି ଖଣ୍ତ ପଥର ତା ଉପରକୁ ତା ଉପର ପଡ଼ି ଟିକିଏ ଉଚ୍ଚ ପାହାଚ ହୋଇଛି। ଦୁଇ ପାଖରେ ଗୋଟାକେତେ ଭଙ୍ଗା ଦରଭଙ୍ଗା ଲଙ୍ଗଳ ଡେରା ହୋଇଛି। ଦାଣ୍ତ ଘରଟା ଗୁହାଳ। ହଡ଼ା ତିନୋଟି ପଘାରେ ବନ୍ଧା। ଦୁଇ ହଳକୁ ଗୋଟାଏ ବଳଦ ଊଣା ହୁଏ ବୋଲି ଦିନେ ଛଡ଼ା ଦିନେ ଗୋଟିଏ ବଦଳି ଆଣି କାମ ଚଳାଇନିଏ। ଗୁହାଳର ଗୋଟିଏ ପାଖ କାନ୍ଥକୁ ଲାଗି ଗୋଟିଏ ଉଞ୍ଚ ପିଣ୍ତୀ ଅଛି। କେହି ବ୍ରାହ୍ମଣ ବା ବୈଷ୍ଣବ ଆସିଲେ ଏହି ଗୁହାଳ ଘରେ ଚାଉଳ ପୁଞ୍ଜାଏ ଫୁଟାଇ ଦେଇ। ପିଣ୍ତୀ ଉପରେ ପଡ଼ିଯାନ୍ତି। ଘର ଭିତରେ ପିଣ୍ତା ଭାଡ଼ି ସବୁଥିରେ ଗୋଟାକେତେ ଓଳିଆ ଆଉ କେତେଗୁଡ଼ିଏ ପୁଡ଼ା ଅଛି। କୋଡ଼ି, କାଙ୍କ, ଶାବଳ, ଦା, କଟୁରୀ, ବେତା, ଟୋକେଇ, ନନ୍ଦିଆ, ଗରା, ଥାଳି, କଂସା ଆଉ ଜୁଣ-ବେରୁଁଆ, ଶପର ମସିଣା ଆଦି ଘରକରଣା ଜିନିଷପାତି ତ କେତେ ଅଛି। ବାଡ଼ିପଟରେ ଗୋଟିଏ ଛୋଟ ପାଳଗଦା।